ଜୀବନର ସବୁ ସତ୍ୟ ତାରି ଅନ୍ତରାଳରେ ଭୟାତୁର ହୋଇ ଆତ୍ମଗୋପନ କରିବ। କେବଳ ସମଗ୍ର ଜୀବନ ପାଲଟି ଯିବ ରଙ୍ଗମଞ୍ଚର ଅଭିନୟ। ସେଥିରେ ମଣିଷ ଜୀବନର ସାମାନ୍ୟ-ତମ ପ୍ରକାଶ ବି ଘଟିବ ନାହିଁ। ଥରେ ଥରେ ନୀହାର ଘରେ ସାଗରୀକା ମିଛରେ ଅଭିମାନ କରେ-ବେଳେ ବେଳେ ନୀହାରକୁ କହେ-''ଆସ-ଜନ୍ମାଷ୍ଟମୀ ଦିନର ଗୋଟାଏ ରିହର୍ସାଲ୍ କରିବା। '' ନୀହାର ଚିଡ଼ି ଉଠେ-କହେ ''ସାଗର-ତୁମେ ଯେମିତି ହେଉଛ; ଦିନେ ତୁମର ଭିତରର ନାରୀ ମରିଯିବ-କେବଳ ବଞ୍ଚିରହିବ ଶୁଷ୍କପ୍ରାଣା ଗୋଟିଏ ଅଭିନେତ୍ରୀ। ତା'ର ଜୀବନ ନଥିବ କିନ୍ତୁ ସେ ବଞ୍ଚିଥିବ-ଆନନ୍ଦ ନଥିବ ଅଥଚ ସେ ହସୁଥିବ। କିଛି ନଥିବ ଅଥଚ ସେ ସବୁ ଅଛି ବୋଲି ଗର୍ବ କରୁଥିବ। ଭୁଲ୍କୁ ଠିକ୍ ବୋଲି ଭାବି ଆତ୍ମତୃପ୍ତି ଲାଭ କରୁଥିବ। ତୁମେ ସେଇୟା ଦିନେ ହୋଇଯିବ। ଏ ଅଭିନେତ୍ରୀର ଖିଆଲ୍ ଛାଡ଼-ଏଥିରେ କେବଳ ଅଛି ଆତ୍ମପ୍ରତାରଣା। ସେଦିନ ଯଦିଓ ସେ ନୀହାରର ଏ କଥାଗୁଡ଼ାକ ମଥାପାତି ଗ୍ରହଣ କରିନେଇଥିଲା ତଥାପି ତା'ର ପ୍ରକୃତ ଅର୍ଥ ବୁଝିପାରି ନଥିଲା। ତା'ପରେ ସେ କଲେଜ ଡ୍ରାମା ଦେଖିବାକୁ ବି ଗଲାନି-ନୀହାର ବି ଯାଇନଥିଲା। କିନ୍ତୁ ଆଜି ନୀହାରର ପ୍ରତିଟି କଥାର ଗୋପନ ଅର୍ଥ ବୁଝୁଛି ସେ। ସତକୁ ସତ ସେ ଆଜି ଅଭିନେତ୍ରୀ ପାଲଟି ଯାଇଛି। ନିଜର ପ୍ରକୃତ-ରୂପକୁ ବେଶ ପୋଷାକ ଅନ୍ତରାଳରେ ଘୋଡ଼ାଇ ରଖି ଯେପରି ବିଭିନ୍ନ ଚରିତ୍ରରେ ସେ ଦିନେ ଅଭିନୟ କରୁଥିଲା; ଆଜି ସେମିତି ନିଜ ଜୀବନର ସବୁ ଘଟଣାକୁ ଘୋଡ଼ାଇ ରଖି ସେ ଖାଲି ଅଭିନୟ କରୁଛି। ବାହାରେ ସେ ଯାହା, ଭିତରେ ତାହା ନୁହେଁ। ଭିତରର ଭାବକୁ ବାହାରେ ଫୁଟାଇବାକୁ ତା'ର ସାହସ ନାହିଁ, ଶକ୍ତି ନାହିଁ କି ସାମର୍ଥ୍ୟ ନାହିଁ। ଥରେ ସେ ଘଟଣା ଚକ୍ରରେ ପଡ଼ି ଗୋଟିଏ ନୃତ୍ୟ-ନାଟିକାରେ ଅଂଶ ଗ୍ରହଣ କରିବାକୁ ଭୁବନେଶ୍ୱର ଚାଲି ଯାଇଥିଲା। ତେଣୁ ଫେରିଆସି ସେ ନୀହାରକୁ କେତେ ମିଛ କଥା ଏଣୁତେଣୁ ନ କହିଛି। କେତେ ଭୁଲାଇବାକୁ ଚେଷ୍ଟା ନ କରିଛି। ତଥାପି ନୀହାର ସବୁ ଜାଣିଲା। ସାଗରୀକା ଯେତେ ପ୍ରକାର ଆନ୍ତରୀକତାର ଅଭିନୟ କରି ସେ ଅନ୍ୟ କାମରେ ତା'ର ଜଣେ ସମ୍ପର୍କୀୟ ବନ୍ଧୁଘରକୁ ଯାଇଥିଲା ବୋଲି କହିଲେ ବି ନୀହାର ଆଗରେ ତା'ର ସବୁ ଅଭିନୟ ଧରାପଡ଼ିଗଲା। ନୀହାର କିଛି କହିଲାନି-ରାଗିଲାନି କି ଗାଳି ଦେଲାନି। ଖାଲି କହିଲା-''ମୋ ଭାଗ୍ୟ-ମୋ ଭାଗ୍ୟରେ ଯାହାଥିବ ତାହାହିଁ ଘଟିବ। '' ଭାଗ୍ୟରେ ଯାହାଥିଲା ସେଇୟାହିଁ ଘଟିଗଲା। ନୀହାର ଯେଉଁ ଆଶଙ୍କା କରିଥିଲା ସେଇୟା ହିଁ ଶେଷକୁ ସତରେ ପରିଣତ ହେଲା। ଯେଉଁ ସାଗରୀକା ନୀହାରକୁ ଦଣ୍ତେ ନ ଦେଖିଲେ ପାଗଳିନୀ ପରି ହେଉଥିଲା; ତା'ର ପଦେ ପଦେ କଥାରେ ହସି ହସି ଲୋଟି ଯାଉଥିଲା ତ; କେତେବେଳେ ଧାରାଶ୍ରାବଣର ଅଶ୍ରୁ ଢାଳିଥିଲା, ରାତି ରାତି ଅନିଦ୍ରା ରହି ପୃଷ୍ଠା ପୃଷ୍ଠା ବ୍ୟାପୀ ଚିଠି ଲେଖୁଥିଲା, ସେହି ପୁଣି ତାକୁ ଭୁଲିଯିବାକୁ ଚେଷ୍ଟା କଲା। ସେଇ ପୁଣି ତାକୁ ନିଜ ମନ ଭିତରୁ ବାହାରକୁ ବାହାର କରିଦେଲା। ତା'ର ସ୍ମୃତିକୁ ନଷ୍ଟ କରିଦେବାକୁ ଜୀବନ ବ୍ୟାପୀ ସାଧନ କରି ଆସିଲା। କାହିଁକି-କ'ଣ ନୀହାରର ଦୋଷ? ନୀହାର ଯେତେବେଳେ ବଦଳି ହୋଇ ସାଗରିକାଠାରୁ ଶେଷ ବିଦାୟ ନେଇ ଚାଲିଗଲା; ସେତେବେଳେ ତା' ମୁଣ୍ତ ଉପରେ ବିରାଟ ଆକାଶ ଭାଜି ପଡ଼ିଥିଲା। ସେ କ'ଣ କରିବ, କୁଆଡ଼େ ଯିବ କିଛି ଭାବିପାରିଲାନି। ତାକୁ ଜଣାପଡ଼ିଲା ଯେମିତି ଚାରିଆଡ଼ ଅନ୍ଧାର; ଜନଶୂନ୍ୟ। ତା'ପାଇଁ ଆହା କରିବାକୁ